କିନ୍ତୁ ସେଦିନ ମୋ' ସାଥୀ ଶରତ୍ ହଠାତ୍ ଆସି ମୋର ଅବସ୍ଥା ଦେଖି ଆଶର୍ଯ୍ୟ ହୋଇଥିଲା ଓ କହିଲା–ରାମରେ ତୁ ଆଜି ପଶୁ ହୋଇଗଲୁ। ପଶୁ... ପଶୁ...। ପଶୁ ଶବ୍ଦଟା ବାରମ୍ବାର ମୋ' କାନରେ ବାଜି ମୁଣ୍ଡ ଭିତରୁ ମଦ ନିଶାଟା ହୁଏତ ଅଧଇଞ୍ଚେ ଘୁଞ୍ଚି ଯାଇଥିଲା ଓ ମୁଁ ସର୍ବାଙ୍ଗ ଅଣ୍ଡାଳିବାରେ ଲାଗିଲି। କାହିଁ ତା'ହେଲେ ମୋ' ଲାଞ୍ଜ, କାହିଁ ମୋ' ଶିଙ୍ଗ, କାହିଁ ମୋ' ଚାରିଟା ଗୋଡ଼? ହାତଗୋଡ଼କୁ ମିଶାଇ ଚାରି କରି ଭାବିଲି ସତରେ ମୁଁ ଗୋଟିଏ ଲାଞ୍ଜ ବିହୀନ, ଶିଙ୍ଗ ବିହୀନ ଚରିଗୋଡ଼ିଆ ପଶୁ। କାରଣ ସେ ଅବସ୍ଥାରେ ମୋର ପଶୁଙ୍କ ପରି ଖାଇବାର ଲିମିଟ୍ ନଥିଲା। ମୁଁ ପଶୁ ନୁହେଁ ତ ଆଉ କ'ଣ? ମଦ ପିଇଲେ ମଣିଷ ସତରେ ପଶୁ ହୋଇଯାଏ ଏ କଥା ସେଇଦିନ ମୁଁ ଠିକ୍ ବୁଝିପାରିଥିଲି ଓ ଶରତକୁ ଗୁରୁମାନିନେଇ ଦୁର୍ଗାଙ୍କ ଆଡ଼େ ହାତଯୋଡ଼ି ପଚାରିଥିଲି–ମହାମାୟା ମହିଷମର୍ଦ୍ଧିନୀ। ସତରେ ତୁ କ'ଣ ଦେଶୀମଦ ପିଇ ପଶୁ ହୋଇ ମହିଷାସୁରକୁ ମରିଥିଲୁ? ନା ରଘୁବାବୁ ତୋ' ନାଆଁରେ ମଦ ପିଇ ସେ ନିଜେ ପଶୁ ହୋଇଗଲେ ଓ ମୋତେ ବି ପଶୁ କରିଦେଲେ। ତା' ପରଦିନ ସକାଳୁ ମୋର ନିଶା ଛାଡ଼ିଯାଇଥିଲା। ରଘୁବାବୁ ମୋ' ଉଠିବାର ଅନେକ ସମୟ ପରେ ବିଛଣା ଛାଡ଼ିଲେ ଅଳସ ଭାଙ୍ଗି ଭାଙ୍ଗି। ତାଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଇଚ୍ଛା ହେଉଥିଲା ସେତେବେଳେ। କିନ୍ତୁ ଯେତେବେଳେ ଶୁଣିଲି କାଲି ରାତିସାରା ରଘୁବାବୁ ଦୁର୍ଗାଙ୍କ ଫଟୋଆଡ଼େ ଚାହିଁ କାନ୍ଦିଛନ୍ତି, ହସିଛନ୍ତି, ଯୋଗସାଧନ କରିଛନ୍ତି, ସେତେବେଳେ କୌଣସି ଖାମ୍ଖିଆଲି ପ୍ରଶ୍ନ ପଚାରି ତାଙ୍କୁ ଚିଡ଼ାଇବାକୁ ବା ଦୁଃଖିତ କରିବାକୁ ମୋ' ବିବେକ ବାଧା ଦେଲା। ଅତ୍ୟଧିକ ଖାଇଦେଲେ କେମିତି ହାକୁଟିରେ ପେଟର ଜିନିଷ ପାଟିକୁ ଚାଲିଆସେ ମୋ' ଅବସ୍ଥା ସେଇଆ ହେଲା; ଏତେଗୁଡ଼ିଏ ପ୍ରଶ୍ନ ରଘୁବାବୁଙ୍କୁ ନ ପଚାରି ନିଜର। ପେଟରେ ରଖିବା ଦ୍ଵାରା। ସେମିତି ଜଣେ ସାଧକଙ୍କୁ କ'ଣ ବା ପଚରା ଯାଇପାରେ? ଖାଲି ପଚାରିଲି–ରଘୁବାବୁ, ଯଦି କିଛି ମନେ ନ କରନ୍ତି ତା'ହେଲେ ଗୋଟିଏ ପ୍ରଶ୍ନ ପଚାରନ୍ତି। ରଘୁବାବୁ ଯେ ଯୋଗାଭ୍ୟାସ କରୁଥିଲେ ଓ ସେହିବଳରେ ଅନେକ ଆଗତ ଭବିଷ୍ୟତ କଥା କରିପାରୁଥିଲେ ସେ କଥା ମୁଁ ଜାଣିଛି। ସେ ମୋର ଏ ପ୍ରକାର ପ୍ରଶ୍ନରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ସହଜ ସରଳ ହସ ଫୁଟାଇ ତାଙ୍କ ନାକର ଦୁଇପୁଡ଼ାରେ ହାତଦେଇ ନିଶ୍ୱାସର ଗତି ଦେଖୁଥିଲେ। ତାଙ୍କ ଡାହାଣ ନାକପୁଡ଼ାରେ ନିଃଶ୍ୱାସ ଗଲାବେଳେ ସେ କେବଳ କୌଣସି ପ୍ରଶ୍ନର ଉତ୍ତର ଦିଅନ୍ତି ମାହେନ୍ଦ୍ରବେଳା ଭାବି। ଏଣୁ ସେ ତାଙ୍କ ନିଃଶ୍ୱାସ ଗତି ଦେଖି କହିଲେ–ଯାହା ପଚାରିବେ ପଚାରନ୍ତୁ ଠିକ୍ ବେଳାଏ। ତା'ସହିତ ଏହା ମଧ୍ୟ କହିଲେ–ଦେଖନ୍ତୁ, ପ୍ରଶ୍ନର ଉତ୍ତର ଠିକ୍ ହେବ ଯଦି ଆପଣଙ୍କୁ ମୁଁ ଯାହା ପଚାରିବି ଆପଣ କିଛି ଚିନ୍ତା ନକରି ସଙ୍ଗେ ସଙ୍ଗେ ଉତ୍ତର ଦେବେ; ଅର୍ଥାତ୍ ଫୁଲ ନାଆଁ ପଚାରୁ ପଚାରୁ ଗୋଟିଏ ଫୁଲର ନାଆଁ, ଠାକୁରଙ୍କ ନାଆଁ ପଚାରୁ ପଚାରୁ ଗୋଟିଏ ଠାକୁରଙ୍କ ନାଆଁ... ଇତ୍ୟାଦି ଇତ୍ୟାଦି। ମୁଁ କହିଲି–ଦେଖନ୍ତୁ ରଘୁବାବୁ! ମୁଁ ମୋ' ନିଜ କଥା କିଛି ପଚାରୁ ନାହିଁ। ମୋ' ପ୍ରଶ୍ନଟା ଆପଣଙ୍କୁ ନେଇ ଆପଣଙ୍କ ତତ୍ତ୍ଵ ଦର୍ଶନକୁ ନେଇ। ମୋ'ଠାରୁ ଏମିତି ଏକ ତତ୍ତ୍ଵଦର୍ଶନ ସମ୍ବଳିତ ପ୍ରଶ୍ନ ସେ ଶୁଣିବେ ବୋଲି କେବେ ଆଶା କରିନଥିଲେ, କାରଣ ସେ ଜାଣିଥିଲେ କେବଳ ମୁଁ ନୁହେଁ ତାଙ୍କୁ ଯିଏ ପ୍ରଶ୍ନ